ତଥାପି ଅବିରତ ଚେଷ୍ଟା ଚାଲିଚି। କୂଅ ଖୋଳାକାମ ଅବ୍ୟାହତ ରହିଛି। ଗୋଟିକ ପରେ ଗୋଟିଏ ଆସି ମାଟି ଖୋଳୁଛନ୍ତି। ପଥର ଫଟାଉଛନ୍ତି। ଆଜି ନହେଲାତ କାଲି ହେବ। ପ୍ରୀତ୍ ନ ପାରିଲେ ପ୍ରମିଥିୟଶ୍ ପାରିବ। ନିରବଚ୍ଛିନ୍ନ ଉଦ୍ୟମ କମ୍ କଥା ନୁହେଁ। କମ୍ ବଡ଼ ଗୌରବର ବିଷୟବସ୍ତୁ ନୁହେଁ। ପୃଥିବୀ ସୃଷ୍ଟିରେ ବହୁ ପୂର୍ବରୁ ସେଇ ଯେଉଁ ଲଙ୍ଗଳା ଜୀବ ଦି'ଟା ପ୍ରଥମ ଥର ପାଇଁ ପ୍ରଚଣ୍ଡ ଯୌନକ୍ରିୟାରେ ନିମଜ୍ଜିତ ରହି ବଣର ଫଳମୂଳ ଖାଇ ଜୀବନ ବିତାଉଥିଲେ ଗୋଟିଏ ଅଦୃଶ୍ୟ ହାତର ପୁତୁଳିକା ପରି ପାହାଚ ପରେ ପାହାଚ ଡେଇଁ, ଅଦୃଶ୍ୟ ସହିତ ଯୁଦ୍ଧ ଘୋଷଣା କରି ତା'ର କର୍ତ୍ତୃତ୍ୱକୁ ଅସ୍ୱୀକାର କରି ତା' କବଳରୁ ମୁକ୍ତି ପାଇଁ ଦିନେ ନା ଦିନେ ନିଜର ସ୍ଥିତି ଘୋଷଣା କରି ବସିବେ, ନିଜ ବୁଦ୍ଧି ଜ୍ଞାନର ପରାକାଷ୍ଠା ଦେଖାଇ ସବୁ ଅଶରୀରୀ ଶକ୍ତିମାନଙ୍କୁ ହତଚକିତ କରିଦେବେ, କିଏ ଏକଥା ସ୍ୱପ୍ନରେ ଭାବିଥିଲା? ଷଡଯନ୍ତ୍ର କ'ଣ ଲୋକଟା ବେଶ୍ ବୁଝି ଯାଇଚି। ତା'ର ଜନ୍ମ ବୃତ୍ତାନ୍ତ ଏକ ଲୋମହର୍ଷଣକାରୀ ଷଡ଼ଯନ୍ତ୍ରର ପ୍ରତ୍ୟକ୍ଷ ନମୁନା। ବାହାର ଦୁନିଆର ସବୁକଥା ନିଜେ ଭଲକରି ବୁଝି ଯାଇଚି ବୋଲି ସେ ଆଜି ନିଜକୁ ହିଁ ଖୁବ୍ ବେଶୀ ବିଶ୍ଳେଷଣ କରି ଚାଲିଚି। ଆତ୍ମପ୍ରଶଂସା ଅପେକ୍ଷା ଆତ୍ମବିଶ୍ଳେଷଣ ଅପେକ୍ଷାକୃତ ମହନୀୟ। ନିଜକୁ ସଂଶୋଧନ ନକଲେ, ନିଜ ପିଠିରେ ବାରମ୍ବାର କରେକ୍ସନ୍ ସ୍ଲିପ୍ ନମାରିଲେ ଅନ୍ୟକୁ ସଜାଡ଼ି ହବନି। ଅନ୍ୟ ସମ୍ପର୍କରେ କିଛି ମତାମତ ଦେଇ ହବନି। ନିଶାର୍ଦ୍ଧରେ ପ୍ରେତ ନାଚର ଆୟୋଜନ କରି ନାନା ଅସାମାଜିକ କାର୍ଯ୍ୟ କରିବା ପରିବର୍ତ୍ତେ ଖୁବ୍ ଧୀର, ନମ୍ର ଓ ବିନୟ କଣ୍ଠରେ ବିଶ୍ୱବାସୀଙ୍କୁ କାହାଣୀ କହିବା ଛଳରେ କହି ଶୁଣେଇଚି। 'ଉଠ' ଜାଗତିଆର ହୁଅ। ଲକ୍ଷ୍ୟସ୍ଥଳରେ। ନ ପହଞ୍ଚିଲାଯାଏ ଆଗେଇଚାଲ। ଆଖି ଖୋଲି ପୂର୍ବାକାଶକୁ ଦେଖ। କେତେ ରକ୍ତ ଦିଗ୍ବଳୟ ସୀମାନ୍ତରେ ନେସି ହୋଇ ଯାଇଚି। ସାମ୍ୟ, ମୈତ୍ରୀ, ସତ୍ୟ, ପ୍ରେମର ପ୍ରତୀକ ସ୍ୱରୂପ କିଏ ଜଣେ ଅବଧୂତ ହାତରେ ପତାକା ଧରି ରହିଚି ଅଭ୍ୟର୍ଥନା ଜଣେଇବାକୁ। ଐନ୍ଦ୍ରଜାଲିକ ପରି ଭୋଜବିଦ୍ୟାର ଚମକ ଦେଖାଇ, ଶୁଣେଇ ଶୁଣେଇ କହୁଚି ପଶ୍ଚିମର ସବୁ ରାସ୍ତାକୁ ଠିକ୍ ବୋଲି ଧରିନିଅ ନାହିଁ। ସବୁ ଯୁକ୍ତିକୁ ସିଦ୍ଧ ଯୁକ୍ତି ବୋଲି କହିବା ବୋକାମି। ସେଠି ବି ଭଲ ଭେଲର ଖେଳ ଚାଲିଛି। ଭାଇ ବେକରେ ଭାଇ ଛୁରି ଚଳାଉଚି। କଥା ହେଉଛି ଯେଉଁମାନେ ଅଭିନୟ କରିବାକୁ ମନ କରିଛନ୍ତି ସଭିଙ୍କ ମୁହଁରେ ଏକ କୃତ୍ରିମ ଛାପା ରହିଚି। ହେ ବିଶ୍ୱବାସୀ, ତୁମେ ନିମିଷେ ଚାହିଁ ଦେଖ, ସମୟ ଯଦି ହାତରେ ଅଛି। ବିଭିନ୍ନ ମାର୍ଗ, ବିଭିନ୍ନ ଧର୍ମ, ଭିନ୍ନ ଭିନ୍ନ ପ୍ରକାରେ ବଞ୍ଚି ରହିବାର କୌଶଳ। ବାହାରୁ ଯେତେ ବ୍ୟତିକ୍ରମ ମନେ ହେଲେହେଁ, ଯେତେ ରଙ୍ଗବେରଙ୍ଗର ମଲାଟ ଆଖିରେ ପଡ଼ିଲେ ବି ଭାଙ୍ଗି ପଡ଼ିବାର କିଛି ନାହିଁ। ଏ ମଲାଟ, ଏ ଖୋଲ, ଏ ବ୍ୟତିକ୍ରମ ସବୁତ ନାଁକୁ ମାତ୍ର। ସଭିଙ୍କ ଭିତରେ ସେଇ ଗୋଟାଏ ସତ୍ୟ ଲୁକ୍କାୟିତ ରହିଚି। ସେଇ ଗୋଟାଏ ସ୍ୱର ଶୁଭୁଚି। ମଣିଷକୁ ମଣିଷର ଆସନ ଦିଅ। ତାକୁ ଅସ୍ୱୀକାର କରନି। ପାପ ତାପ ଭରା ସଚରାଚର ବିଶ୍ୱବ୍ରହ୍ମାଣ୍ଡର ଏକ ବକଟେ ପ୍ରାଣୀ ଭାବି ତାକୁ ହେୟ ମନେ କରନି। ଏ ବାଣୀ ବୁଦ୍ଧର ବାଣୀ, ଯୀଶୁ, ମହମ୍ମଦ, ଶଙ୍କରର ବାଣୀ-। ମହାପୁରୁଷଙ୍କ ଉଚ୍ଚାରଣ। ଧର୍ମକୁ ମୂଳ କରି ଏଠି ମଣିଷ ବଞ୍ଚିଛି। ବଞ୍ଚିବ ଅନନ୍ତ କାଳଯାଏ। ବିଂଶ ଶତାବ୍ଦୀର ଅପରାହ୍ନରେ କେତେଟା ବ୍ୟତିକ୍ରମ ସାରା ପୃଥିବୀରେ ଦେଖା ଦେଇଚି ଯେତେବେଳେ, ତା'ର ପ୍ରଭାବ ଏଠି ପଡ଼ିବାଟା ସ୍ୱାଭାବିକ। କିନ୍ତୁ ସ୍ୱାଭାବିକତା ଏଠାର ଧର୍ମ ନୁହେଁ। ପରମ୍ପରା ନୁହେଁ, ପରମ୍ପରାର ମୂଳଦୁଆ ଖୁବ୍ ଶକ୍ତ! ମଜବୁତ। ହୁଗୁଳି ଯିବନି। ଧର୍ମକୁ ଆଶ୍ରୟ କରି ଏଠି ପରମ୍ପରା ଗଢ଼ି ଉଠିଚି। ପରମ୍ପରା, ସଂସ୍କୃତି, ସାହିତ୍ୟ ଓ ବିଜ୍ଞାନ ଜୀବନର ମୋଡ଼ ସହିତ ନିଜକୁ ସାମିଲ କରି ନିତ୍ୟ ଧାବମାନ ଜୀବନ ଏକ ଗତିଶୀଳ ପେଣ୍ଡୁ ପରି ଗଡ଼ି ଚାଲିଚି ବହୁ କାଳରୁ। ପେଣ୍ଡୁର ଗତି ଯେଉଁଠି ଧିମେଇ ଆସୁଚି ପୁଣି ଜଣେ କିଏ ମହାନ୍ବ୍ୟକ୍ତି ଆବିର୍ଭାବ ହୋଇ କିକ୍ଟିଏ ମାରିଦେଇ ଯାଉଛନ୍ତି। ଲୋକଟିର ପାଗଳା ମନ ପ୍ରତିବାଦ କରି ଉଠୁଚି। ନିର୍ବୋଧଭାବେ କୌଣସି ଟେକ୍ନିକ୍ ନ ଜାଣି କିକ୍ ମାରିବାରେ କି ଲାଭ? ନିଜ ଦୋଷ ଦୁର୍ବଳତା, ଅଜ୍ଞତାକୁ ଏମିତି ଘୋଡ଼େଇ ରଖିବା ଅପେକ୍ଷା ବରଂ ସମ୍ପୂର୍ଣ୍ଣରୂପେ ଉଲଗ୍ନ କରିଦେବା ଉଚିତ।